'' ନାସିଗ୍ଙ୍କ ଆଦେଶରେ କେତେଜଣ ଶକ୍ତିଶାଳୀ ଲ୍ଲୁମ ଆସନଟିକୁ ଉଠାଇଲେ। ସେମାନେ ଏମିତି ଭାବରେ ଆସନଟିକୁ ଉଠାଇଲେ ଯେ, ମୁଁ ସାମାନ୍ୟ ମାତ୍ର ଅସୁବିଧା ମଧ୍ୟ ବୋଧ କଲିନାହିଁ। ସେମାନେ ଅଳ୍ପ ସମୟ ମଧ୍ୟରେ ପାହାଡ଼ ଉପରେ ଉଡ଼ିବାକୁ ଲାଗିଲେ। ମୁଁ ନିଶ୍ଚିନ୍ତ ଭାବରେ ବସିରହିଲି, ଭୟର କୌଣସି କାରଣ ନ ଥିଲା। ମୋ ନିକଟରେ ଯେମିତି ଏକ ନୂତନ ଜଗତର ସ୍ୱପ୍ନପୁରୀ ଖୋଲିଗଲା। କି ସୁନ୍ଦର ଏଇ ପୃଥିବୀ! ନିମ୍ନ ଭାଗରେ ନୀଳସାଗର ଦୋହଲି ଉଠୁଛି। ଉପରେ ଆକାଶ ହସୁଛି। ଆଉ ପୃଥିବୀ ବୁକୁରେ ହ୍ରଦ ବେଷ୍ଟିତ କି ସୁନ୍ଦର ଏଇ ଶ୍ୟାମଳ କାନନ ଭୂମି! ପୁଣି ମୁଁ ଏମାନଙ୍କ ଦ୍ୱାରା ତଳକୁ ଆସିଲି। ନିରାପଦରେ। ନାସିଗ୍ ହ୍ରଦ ତୀରରେ ଛିଡ଼ା ହୋଇ ମୋର ଏହି ଉଡ଼ିବାର ଆସନ ଖଣ୍ଡିକର ଗତିବିଧି ନିରୀକ୍ଷଣ କରୁଥିଲେ। ଫେରିଆସିବାରୁ ସେ ମୋତେ ଆଲିଙ୍ଗନ କରି କହିଲେ, ''ଭାଇ ବୁଲୁ! ରାଗମ୍ର ଭବିଷ୍ୟତ ବାଣୀ ସତ୍ୟ। ତୁମେ ସେହି ମହାନ୍ ବ୍ୟକ୍ତି। ତୁମେ ହିଁ ଆମ୍ଭମାନଙ୍କ ଦେଶର ଉଦ୍ଧାର କର୍ତ୍ତା। '' ଦୁଇଦିନ ପରେ ଆମ୍ଭମାନଙ୍କର ସୋୟାଙ୍ଗନିତିକୁ ଯିବାର ପ୍ରସ୍ତାବ ସ୍ଥିର ହେଲା। ମୁଁ ପ୍ରୟୋଜନୀୟ ହାଲୁକା ଦ୍ରବ୍ୟାଦି ସମସ୍ତ ସଂଗ୍ରହ କଲି। ସ୍ଥିର ହେଲା ଯେ ଗୋଟିଏ ଆସନରେ ମୁଁ ଯିବି, ଆଉ ଗୋଟିଏ ଏମିତି ପାଲିଙ୍କିରେ ସମସ୍ତ ଜିନିଷପତ୍ର ଯିବ। ଦଳେ ଲ୍ଲୁମ ମୋତେ ବହନ କରିବେ ଓ ଆଉ ଦଳେ ଜିନିଷପତ୍ର ବହନକରି ନେଇଯିବେ। ମୁଁ ମୋର ବନ୍ଧୁକ, ପିସ୍ତଲ ଓ ଗୋଳାବାରୁଦ ଅନେକ ନେଲି। ମୋର ପ୍ରୟୋଜନୀୟ ଖାଦ୍ୟଦ୍ରବ୍ୟାଦି ନେବାକୁ ମଧ୍ୟ ଭୁଲିଲି ନାହିଁ-। ନାସିଗ୍ କହିଲେ, ''ତୁମେ ଏଠାକାର ସମସ୍ତ ଜିନିଷ ଯାହା ଦରକାର ମଣିବ ମୁଁ ତାହା ଦେବାର ବନ୍ଦୋବସ୍ତ କରିବି। '' ଏମିତି କହି ସେ ସମସ୍ତ ଜିନିଷପତ୍ର ପ୍ରାୟ ପଚାଶ ଷାଠିଏଟି ଭାଗରେ ବିଭକ୍ତ କଲେ ଏବଂ ଦୁଇ ଶହ ଲ୍ଲୁମ ଉପରେ ସେ ସମସ୍ତ ଦ୍ରବ୍ୟାଦିର ବହନ କରବାର ଭାର ନ୍ୟସ୍ତ କଲେ। ପରଦିନ ନାସିଗ୍ ସହିତ ହ୍ରଦତୀରସ୍ଥ ସବୁଜ ପ୍ରାନ୍ତରରେ ଆସି ଉପସ୍ଥିତ ହେଲି। ଲ୍ଲୁମମାନେ ଦଳ ଦଳ ହୋଇ ଗୋଲାକାର ଭାବରେ ଛିଡ଼ାହେଲେ। ତାହାପରେ ମୋତେ ନେଇ ପ୍ରଥମ ଦଳଟି ଆଗରେ ଉଡ଼ିଲା ଏବଂ ମୋ ପଛରେ ଅନ୍ୟମାନେ। ପ୍ରିୟ ହ୍ରଦ, ପ୍ରିୟ ବନଭୂମି, ପ୍ରିୟତମ ଗୁହା ଓ ବଣ ଅଦୃଶ୍ୟ ହୋଇଗଲା। ମୁଁ ମୁହୂର୍ତ୍ତକ ମଧ୍ୟରେ ପାହାଡ଼ ପାରିହୋଇ ଆସିଲି। ପ୍ରଥମେ ଟିକିଏ ଭୀତ ଓ ଶଙ୍କିତ ହୋଇପଡ଼ିଥିଲି, ମାତ୍ର କିଛି କ୍ଷଣ ପରେ ଭୟ ବା ଶଙ୍କା ଆଉ ରହିଲା ନାହିଁ। ମୁଁ ଆଫ୍ରିକାର ଉଚ୍ଚ ପର୍ବତ ଅଗ୍ରଭାଗରେ ଆରୋହଣ କରିଛି, କିନ୍ତୁ କୌଣସି ଦିନ ଏତେ ଉଚ୍ଚକୁ ଉଠିନି। ଜୀବନରେ କେବେ ଉଡ଼ାଜାହାଜରେ ବସିବାର ସୌଭାଗ୍ୟ ଲାଭ କରିନାହିଁ। ତେଣୁ ସେତେବେଳେ ମୋର ମନେହେଉଥିଲା, ମୁଁ ଯେମିତି ମେଘ ରାଇଜ ମଧ୍ୟରେ ଚାଲିଛି। ଆଜି ପୃଥିବୀକୁ ନୂତନ ରୂପରେ ଦେଖିଲାଭଳି ଜଣାପଡ଼ୁଛି। ଚତୁର୍ଦ୍ଦିଗରେ ଯେମିତି ପତଳା କୁହୁଡ଼ି ଘେରିରହିଛି। ମୋତେ ଯେଉଁ ସମସ୍ତ ଲ୍ଲୁମ ବହନ କରି ନେଇ ଚାଲିଥିଲେ, ସେମାନେ କେତେବେଳେ ଉପରକୁ ଉଠୁଥିଲେ, କେତେବେଳେ ଅବା ତଳକୁ। ଏହାର କାରଣ ପଚାରି ଜାଣିଲି ଯେ ଏଥିରେ ଲ୍ଲୁମମାନଙ୍କର ପରିଶ୍ରମ ଲାଘବ ହୁଏ। ଆମ୍ଭେମାନେ ପ୍ରାୟ ଷୋହଳ ଘଣ୍ଟା କାଳ ଆକାଶ ପଥରେ ଭ୍ରମଣ କରି ବାତିଜଦ୍ରିଗ୍ ନାମକ ଏକ ସ୍ଥାନରେ ଆସି ପହଞ୍ଚିଲୁ। ଏଠାକାର ପ୍ରାକୃତିକ ଦୃଶ୍ୟ ଠିକ୍ ମୋର ହ୍ରଦତୀରସ୍ଥ ଦେଶଭଳି। ମୋର ମନେହେଲା, ବୋଧହୁଏ ପୁଣି ମୁଁ ମୋର ହ୍ରଦ ଦେଶକୁ ଫେରିଆସିଲି। ସେହିଠାରେ ଗୋଟିଏ ଦିନ ବିଶ୍ରାମ କଲୁଁ। ପାହାଡ଼ର ଚତୁର୍ଦ୍ଦିଗରେ ଜଳାଭୂମି, ସେଥିରେ ନାନାଜାତୀୟ ପକ୍ଷୀ ବିଚରଣ କରୁଥିଲେ। ପୁଣି ପରଦିନ ଆକାଶ ପଥରେ ଯାତ୍ରା ଆରମ୍ଭ ହେଲା। ସମ୍ମୁଖରେ ବିଶାଳ ସମୁଦ୍ର। ସମୁଦ୍ରରେ କେଉଁଠି ପାଣି, କେଉଁଠି ବରଫ, ଏମିତି ଭାବରେ ଛ' ଘଣ୍ଟାକାଳ ଶୂନ୍ୟ ପଥରେ ଚାଲି ଶ୍ୱେତ ପାହାଡ଼ ଦେଶରେ ଆସି ପହଞ୍ଚିଲୁ। ସେହି ପର୍ବତ ଦେହର ରଙ୍ଗ ସାଧା ମର୍ମ୍ମର ପ୍ରସ୍ତରଭଳି। ଏଇ ପାହାଡ଼ ଉପରକୁ ଦେଖିବାକୁ ପାଇଲୁ ଯେ ଅନେକ ଦୂରରେ ନିଆଁ ଜଳୁଛି। ସେ କି ଅଗ୍ନି? ସେହି ଅଗ୍ନିଶିଖା ଆକାଶ ସ୍ପର୍ଶ କରୁଛି। ନାସିଗ୍ କହିଲେ, ''ଏଇ ପାହାଡ଼ର ନାମ ଆଲକୋ। ଏଇଟି ଗୋଟିଏ ଜ୍ୱଳନ୍ତ ପାହାଡ଼। ଏହି ପାହାଡ଼ର ଆରପାରିରେ ନୃପତି ଜିଓରିଗୋତିର ରାଜ୍ୟ। ଆମ୍ଭେମାନେ ଆଜି ସନ୍ଧ୍ୟାରେ ସେହି ରାଜ୍ୟରେ ପହଞ୍ଚିବୁ।